ଚକ୍ଷୁ ଦୁଇଟି ବୁଜି ତପଶ୍ଚରଣ ଦ୍ୱାରା ଜାଣିବାକୁ ଚାହିଁଲେ ଏ ଚକ୍ଷୁ ଦୁଇଟି କାହାର ଏବଂ କିଏ ତାଙ୍କୁ ସତର୍କବାଣୀ ଶୁଣାଉଛି। ମାତ୍ର ମନ ତାଙ୍କର ଅସ୍ଥିର ହୋଇ ପଡ଼ିଲା। ସେ ଯେତେ ଚେଷ୍ଟାକଲେ ମଧ୍ୟ ମନକୁ ସ୍ଥିର ରଖି ଧ୍ୟାନମଗ୍ନ ହୋଇ ପାରିଲେ ନାହିଁ। କେବଳ ସେହି ଦୁଇଟି ଗୋଲାକାର ଆଖି ତାଙ୍କ ନିର୍ଭୟ ମନକୁ ଭୟ ବିହ୍ୱଳ କରି ପକାଇଲା। ସେ ଧାଇଁଲେ ଋଷିମାନଙ୍କ ପାଖକୁ। ତାଙ୍କୁ ପ୍ରାୟଶ୍ଚିତ କରିବାକୁ ହେବ ଇଳାଙ୍କ ପାଇଁ ସେ ପ୍ରାୟଶ୍ଚିତ କେବଳ ଅଶ୍ୱମେଧ ଯଜ୍ଞଦ୍ୱାରା ତାଙ୍କୁ ପୂରାପୂରି ଇଳରେ ପରିଣତ କରିବା ଛଡ଼ା ଅନ୍ୟ କିଛି ନୁହେଁ। ମହାଯଜ୍ଞ ଗୋଟିଏ ମୁହୂର୍ତ୍ତରେ ଚାରିଆଡ଼େ ପ୍ରଚାର ହୋଇଗଲା, ଆମ୍ରଯଷ୍ଟିକୁ ତଥାଗତ ବୁଦ୍ଧଙ୍କର ଆଗମନ ହୋଇଛି। ଶୁଣୁ ଶୁଣୁ ଲୋକେ ଧାଇଁଲେ ତାଙ୍କ ଦର୍ଶନପାଇଁ। ଆବାଳବୃଦ୍ଧବନିତା ପ୍ରତ୍ୟେକ। ଜାତି ଅଜାତିଙ୍କ ପ୍ରଶ୍ନ ତାଙ୍କ ପାଖରେ ଉଠେ ନାହିଁ। ତେଣୁ ବ୍ରାହ୍ମଣଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତ ମହାମାନବ ଗୌତମଙ୍କ ଦର୍ଶନ ପାଇଁ ଆଗ୍ରହୀ। ସମ୍ୱାଦ ପ୍ରଚାର ହେଉ ହେଉ ଖାଣୁମତର ବ୍ରାହ୍ମଣମାନେ ବାହାରି ପଡ଼ିଲେ ତାଙ୍କ ସାକ୍ଷାତ ପାଇଁ। ସେତେବେଳେ ଖାଣୁମତରେ ଚାଲିଥାଏ ବିରାଟ ଯଜ୍ଞର ଆୟୋଜନ। ଯଜ୍ଞକର୍ତ୍ତା ସ୍ୱୟଂ ମହାପ୍ରାଜ୍ଞ କୂଟଦନ୍ତ। କୂଟଦନ୍ତଙ୍କ ପାଣ୍ଡିତ୍ୟରେ ସ୍ୱୟଂ ମଗଧର ସମ୍ରାଟ ବିମ୍ୱିସାର ସନ୍ତୁଷ୍ଟ। ଅତି ଆନନ୍ଦର ସହକାରେ ସେ ଦାନ କରିଛନ୍ତି ଖାଣୁମତ ଗ୍ରାମ କୂଟଦନ୍ତଙ୍କୁ। କେବଳ ଗ୍ରାମ ନୁହେଁ ମହାପ୍ରାଜ୍ଞ ଉପାଧି ମଧ୍ୟ ସେ ପ୍ରଦାନ କରିଛନ୍ତି। ଏହିଭଳି ସମ୍ମାନ ସୂଚକ ପୁରସ୍କାର ତଥା ପଦବୀ ପ୍ରାପ୍ତ ହେଲାପରେ ମହାପ୍ରାଜ୍ଞ କୂଟଦନ୍ତ ଏକ ବିରାଟ ଯଜ୍ଞର ଆୟୋଜନ କଲେ। ଯଜ୍ଞପାଇଁ ସମସ୍ତ ଉପକରଣ ପ୍ରସ୍ତୁତ। ନିର୍ଦ୍ଦିଷ୍ଟ ଦିନ ପୂର୍ବରୁ ଉପସ୍ଥିତ ହେଉଥାନ୍ତି ବହୁ ଯାଜ୍ଞିକ ବ୍ରାହ୍ମଣ। ସେ ଯଜ୍ଞପାଇଁ ବନ୍ଧା ହୋଇଥାନ୍ତି ସାତଶହ ବଳଦ, ସାତଶହ ଅଣ୍ଡିରା ବାଛୁରୀ, ସାତଶହ ମେଣ୍ଢା ଏବଂ ଛେଳି। ସାଧାରଣ ଲୋକମାନେ ଯଜ୍ଞର ଆୟୋଜନ ଦର୍ଶକ କରି କୁହାକୁହି ହେଉଥାନ୍ତି ଏଭଳି ଯଜ୍ଞ ଦେଖିବାତ ଦୂରର କଥା କେହି କେବେ ଶୁଣି ମଧ୍ୟ ନାହାନ୍ତି। ବହୁ ପରିଶ୍ରମ କରି କୂଟଦନ୍ତ ସବୁ ଯୋଗାଡ଼ କରୁଥାନ୍ତି। ଏହି ସମୟରେ ତଥାଗତ ବୁଦ୍ଧଙ୍କ ଆବିର୍ଭାବ ଉପଗତ ବ୍ରାହ୍ମଣମାନେ ମଧ୍ୟରେ ଏକ ଆଲୋଡ଼ନ ସୃଷ୍ଟି କଲା। କେତେକ ସନ୍ଦେହ କଲେ ସମ୍ଭବତ ବୁଦ୍ଧ ଯଜ୍ଞ ବିରୁଦ୍ଧରେ ମତବ୍ୟକ୍ତ କରିବାକୁ ଖାଣୁମତର ଆମ୍ରଯଷ୍ଟିରେ ଉପବେଶନ କରିଛନ୍ତି। ପୁଣି କେତେକ ଭାବିଲେ ସମ୍ଭବତଃ ମହାପ୍ରାଜ୍ଞ କୂଟଦନ୍ତଙ୍କ ଯଜ୍ଞ ଦର୍ଶନ କରିବାକୁ ସେ ଏଠାକୁ ଆସିଛନ୍ତି-। ବାହାରୁ ଆସୁଥିବା ଯାଜ୍ଞିକ ବ୍ରାହ୍ମଣମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାମାନ ହୋଇଥାଏ ସେମାନେ ସରଞ୍ଜାମମାନ ତନଖି ଦେଖୁଥାନ୍ତି। ନବନିର୍ମିତ ଯଜ୍ଞ ମଣ୍ଡପ-ଯୂପକାଷ୍ଠାଦି ଦର୍ଶନ କରି ପଣ୍ଡିତମାନେ ପ୍ରସଂସା କରୁଥାନ୍ତି କୂଟଦନ୍ତଙ୍କୁ। ପୁରୁଖା ପୁରୁଖା ଲୋକମାନେ କହୁଥାନ୍ତି ସ୍ୱୟଂ ମଗଧର ସମ୍ରାଟ ଏଭଳି ଏକ ବିରାଟ ଯଜ୍ଞ କରବାକୁ ସମର୍ଥ ହୋଇ ନାହାନ୍ତି, କେବଳ। ମହାପ୍ରାଜ୍ଞଙ୍କୁ ପ୍ରତ୍ୟେକ ରାଜା ମହାରାଜ ସମ୍ମାନ କରୁଥିବାରୁ ମହାପ୍ରାଜ୍ଞଙ୍କ ଅନୁରୋଧ ପତ୍ର ପ୍ରାପ୍ତ ମାତ୍ରେ ସମସ୍ତେ ଯଥା ସମ୍ଭବ ଦ୍ରବ୍ୟମାନ ପଠାଇ ଦେଇଛନ୍ତି। ଏପରିକି ସୁଢ଼ଳ ସର୍ବ ସୁନ୍ଦର ବଳି ଦ୍ରବ୍ୟ ମଧ୍ୟ। କୂଟଦନ୍ତ ହଠାତ୍ ଯେତେବେଳେ ଜାଣିଲେ ତାଙ୍କ ସାଶନର ବହୁ ବ୍ରାହ୍ମଣ ତଥାଗତ ବୁଦ୍ଧଙ୍କ ଦର୍ଶନ ପାଇଁ ବାହାରିଛନ୍ତି, ସେତେବେଳେ ସେ ଲୋକପଠାଇ ସେମାନଙ୍କୁ ଖବର ଦେଲେ ସେ ମଧ୍ୟ ଗୌତମଙ୍କ ଦର୍ଶନପାଇଁ ଆଗ୍ରହୀ। ଟିକିଏ ଅପେକ୍ଷା କଲେ ସେ ମଧ୍ୟ ସେମାନଙ୍କ ସହିତ ତାଙ୍କ ଦର୍ଶନ ପାଇଁ ଯିବେ। କୂଟଦନ୍ତ